ରଘୁନାଥ ଓ ତା ସ୍ତ୍ରୀ ମାଳତୀ, ଏପ୍ରିଲ ଦୁଇ ତାରିଖ। ତୁମେ ଦି'ଜଣ ସୁନ୍ଦରୀ ଚୌହାନକୁ ହତ୍ୟା କରିଛ। ଜଜ୍‌ସାହେବ ମହାଜନ, ଜୁନ୍ ଦଶ ତାରିଖ, ଆପଣ ସୌମେନ୍‌ର ହତ୍ୟା ଅପରାଧରେ ଅପରାଧୀ। ଅଭିଯୁକ୍ତମାନେ, ନିଜ ପକ୍ଷସମର୍ଥନ ପାଇଁ କ'ଣ କହିବାର ଅଛି? କଣ୍ଠସ୍ୱରଟା ଥମିଗଲା। ଝଞ୍ଜଣାତ୍ ଶବ୍ଦ। ରଘୁନାଥ ଥମ୍ପିଉଠୁଛି। ଟ୍ରେଟା ତା'ହାତରୁ ଖସିପଡ଼ିଛି। ଘର ବାହାରେ ଏକ ଆର୍ତ୍ତନାଦ ଓ ପତନଜନିତ ଶବ୍ଦ। ମାଧବ ବାହାରକୁ ଦୌଡ଼ିଯାଇ ଦେଖେ ଯେ ଅଚେତନ ଅବସ୍ଥାରେ ପଡ଼ିଛି ରଘୁନାଥର ସ୍ତ୍ରୀ ମାଳତୀ। ମାଧବ ଡାକଦେଲା, ପ୍ରବୀଣକୁମାର ଶୀଘ୍ର ଆସ। ଦି'ଜଣ ତାକୁ ଧରାଧରି କରି ସୋଫା ଉପରେ ଶୁଆଇଦେଲେ। ଡାକ୍ତର ପରୀକ୍ଷା କରି କହିଲେ,ଅଜ୍ଞାନ ହୋଇଯାଇଛନ୍ତି। ଭୟର କୌଣସି କାରଣ ନାହିଁ। ଠିକ୍ ହୋଇଯିବ। ମାଧବ ରଘୁନାଥକୁ କହିଲା, ଟିକିଏ ବ୍ରାଣ୍ଡି ନେଇଆସ। ରଘୁନାଥର ଦେହଟି ଥରୁଛି। ସେ ଘରୁ ଧୀରେ ଧୀରେ ବ୍ରାଣ୍ଡି ଆଣିବାକୁ ବାହାରିଗଲା। ବର୍ଷା ଚିତ୍କାରସ୍ୱରରେ କହିଲା, "କିଏ ଏପରି କହିଲା? ସେ ଗଲା କୁଆଡ଼େ?" ମଥୁରାନନ୍ଦଙ୍କର କଣ୍ଠ ଦୃଢ଼, କିନ୍ତୁ ଦେହ ଥରୁଛି। କହିଉଠିଲେ, "କିଏ ହୁଏତ ଥଟ୍ଟା କରୁଛି, ବଡ଼ କଦର୍ଯ୍ୟ କିନ୍ତୁ। ଫଟିକ୍ ରୁମାଲରେ ଝାଳ ପୋଛୁଛି ଥରକୁ ଥର। ଜଷ୍ଟିସ୍ ମହାଜନ ଯେପରି ଅବିଚଳିତ। ଶ୍ରୀମତୀ ବିନୋଦିନୀଙ୍କୁ ଦେଖିଲେ ମଧ୍ୟ କିଛି ମନେ ହେଉନାହିଁ। ସେମାନେ ଘର ଚାରିପଟେ ଲକ୍ଷ୍ୟ କରିବାକୁ ଲାଗିଲେ। ସାହସ କରି ମାଧବ ଘରୁ ବାହାରି ଯାଉ ଯାଉ କହିଲା, ଯଦି ଲୋକଟାକୁ ପାଏ, ତେବେ ଠିକ୍ ଦେଖିନେବି। ସେ ବାରଣ୍ଡା, ବଗିଚା ବୁଲିଆସିବା ପରେ ଦେଖିଲା ଯେ ଡ୍ରଇଁରୁମରେ ଲାଗିଥିବା ଗୋଟାଏ ଘରର କବାଟ ବନ୍ଦ। ମାଧବ ଜୋରରେ ଠେଲି ଘରଭିତରକୁ ପଶି ଚିତ୍କାର କଲା, ତେବେ ଏଇ କଥା? ସମସ୍ତେ ସେଠାରେ ପହଞ୍ଚିଗଲେ। ବିନୋଦିନୀ କିନ୍ତୁ ବସିରହିଲେ ତାଙ୍କ ଚେଆରରେ। ଗୋଟିଏ ଟେବୁଲ୍ ଉପରେ ଗୋଟାଏ ପୁରୁଣା ଗ୍ରାମୋଫୋନ୍, ଗୋଟାଏ ରେକର୍ଡ଼। ପୁଣି ପିନ୍‌ଟି ରେକର୍ଡ଼ ଉପରେ ରଖି ଚଳାଇବାରେ ଆରମ୍ଭ ହେଲା ସେଇ ପୁରୁଣା କଥା। ବର୍ଷା ଚିତ୍କାର କଲା, ବନ୍ଦ କରନ୍ତୁ, ବଡ଼ ସାଙ୍ଘାତିକ। ମାଧବ ବନ୍ଦ କଲା। ସ୍ୱସ୍ତିର ନିଃଶ୍ୱାସ ମାରିଲେ ଡାକ୍ତର। ମଜା କରିବାପାଇଁ କିଏ ଗୋଟାଏ ଏପରି କରିଛି, କିନ୍ତୁ ଏଇଟା ସାଂଘାତିକ ଓ କଦର୍ଯ୍ୟ। ପ୍ରବୀଣକୁମାର କହିଲେ, ଏଇଟା ଚଳାଇଲା କିଏ? ଠିକ୍ କଥା ତ, କିଏ ସେ?" ସମସ୍ତେ ବୈଠକଖାନାକୁ ଫେରିଆସିଲେ। ରଘୁନାଥ ବ୍ରାଣ୍ଡି ନେଇ ଫେରିଲାଣି। ମାଳତୀର ସେବା କରୁଛନ୍ତି ଶ୍ରୀମତୀ ବିନୋଦିନୀ। ରଘୁନାଥ ଯାଇ ସ୍ତ୍ରୀ ପାଖରେ ଠିଆହେଲା। ତା'ପରେ ଧୀରେ ଧୀରେ କହିଲା, ମାଳତୀ, କିପରି ଅଛ? ଭୟ କର ନା, ନିଜକୁ ଶକ୍ତ କର। ମାଳତୀ ଆଖି ଖୋଲିଲା। ଆଖିରେ ସ୍ପଷ୍ଟ ଭୟର ଚିହ୍ନ। ସେ ସମସ୍ତଙ୍କର ମୁହଁ ଆଡ଼କୁ ଥରେ ଅନାଇଲା। ରଘୁନାଥ ବ୍ୟସ୍ତତାରେ କହିଉଠିଲା, ଭୟ କର ନା ମାଳତୀ। ଡାକ୍ତର ସାନ୍ତ୍ୱନା ଦେଲେ, "ଏବେ ତୁମେ ସୁସ୍ଥ ହୋଇଉଠିବ, ମାଳତୀ ମାଳତୀ କହିଲା,ମୁଁ କ'ଣ ଅଜ୍ଞାନ ହୋଇପଡ଼ିଥିଲି? ହଁ। ସେ ସ୍ୱରଟା ଯେପରି ମାଳତୀ ପୁଣି ଚେତନା ହରାଇଲା। ଡାକ୍ତର ମାଳତୀ କଣ୍ଠରେ ପୁଣି ବ୍ରାଣ୍ଡି ଢାଳିଦେଲେ। ତା'ପରେ ପୁଣି ଚେତନା ଆସିଲା। ସୁସ୍ଥ ହେଲା ସେ। କହିଲା, "ମୁଣ୍ଡଟା ଯେମିତି ବୁଲାଇଦେଲା।" ରଘୁନାଥ କହିଲା, "ସେତେବେଳେ ମୋ ହାତରୁ ଟ୍ରେଟା ବି ଯେମିତି ଖସିପଡ଼ିଲା। ସବୁ ମିଥ୍ୟା, କିନ୍ତୁ ସାଙ୍ଘାତିକ।" ଗମ୍ଭୀର ଭାବରେ ଜଷ୍ଟିସ୍ ମହାଜନ ପଚାରିଲେ, "କିନ୍ତୁ ରେକର୍ଡ଼ଟି ଚଳାଇଲା କିଏ, ତୁମେ, ରଘୁନାଥ?" ରଘୁନାଥ ମୁହଁଟା ଗାମୁଛାରେ ପୋଛି କହିଲା ମୁଁ ତ କେବଳ ଆଦେଶ ପାଳନ କରିଛି। କାହାର ଆଦେଶ? ରାଜାବାହାଦୁରଙ୍କ ଆଦେଶ। ସ୍ପଷ୍ଟ କରି କୁହ, କି ଆଦେଶ ସେ ଦେଇଥିଲେ? ଗ୍ରାମୋଫୋନ୍ ରେକର୍ଡ଼ଟି ବସାଇ ଚଳାଇଦେବାକୁ। ଗୋଟାଏ ଡ୍ରୟାରରେ ରେକର୍ଡ଼ ଥିବା। ମୁଁ କଫି ଦେଲାବେଳେ ମୋ ସ୍ତ୍ରୀ ଚଳାଇଦେବ ରେକର୍ଡ଼।ଚମତ୍କାର ଗଳ୍ପ ଇଏତ!ସତକଥା କହୁଛି। ବିଶ୍ୱାସ କରନ୍ତୁ, ଟିକିଏ ବୋଲି ମିଛ ନାହିଁ। ମୁଁ ଭାବିଥିଲି, ନାଚ ବା ଗୀତ। ସେଠାରେ ଗୋଟିଏ ଗୀତର ନାମ ବି ଲେଖାହୋଇଛି।ଦେଖି ଦେଖି ରେକର୍ଡ଼ଟି।" ଟେବୁଲ୍ ଉପରେ ପଡ଼ିଥିବା ରେକର୍ଡ଼ଟି ନିରୀକ୍ଷଣ କଲେ ସମସ୍ତେ। ଲେଖା ଅଛି, "ଶେଷ ସଙ୍ଗୀତ। ପ୍ରବୀଣକୁମାର?ମୋର ଜଣେ ବନ୍ଧୁଙ୍କଠାରୁ ଟେଲିଗ୍ରାମ୍ ପାଇ ଏଠାକୁ ଆସିଛି।ଡାକ୍ତର ଦୁର୍ଗାମାଧବ?